–ଔଷଧରେ ଆଉ ରୋଗ କମିବ ନାହିଁ। –ନା। ଭୁଲ କଥା। ଏବେ ବି କମିବ–ସବୁବେଳେ କମିବ। ସମସ୍ତଙ୍କର କମେ। ବ୍ୟର୍ଥତାର ଔଷଧ ଖାଇବ? –ନାହିଁ, ଅଳକା। ନିଶାର ବଳରେ ହୃଦୟକୁ ଶାସନ କରିବାକୁ ଇଛା ହେଉ ନାହିଁ। ଅଳକା ଉଠିଗଲା। ଟିକକ ପରେ ଔଷଧ ଗିଲାସ ଦୁଇଟି ଆଣି ହସି କହିଲା–ହେ, ରୋଗୀ। ଉଠ–ଚାହଁ–ଔଷଧ ଡାକୁଛି। –ନା–ନା। –ରୋଗ ହେବା ନକ୍ଷତ୍ରର ଇଛା ନୁହେଁ। ରୋଗୀ ହେବାକୁ ନକ୍ଷତ୍ରମାଳୀ ଚାହେଁ ନାହିଁ। ତଥାପି ଯଦି ସେ ରୋଗରେ ପଡ଼ିଲା ଔଷଧ ଖାଇବ କିଏ? ରୋଗୀ ନା ଡାକ୍ତର? ହସି ନକ୍ଷତ୍ର କହିଲା–ଅଳକା ରାଣୀ ତାହାହେଲେ ଜଣେ ବଡ଼ ଚିକିତ୍ସକ ହେଇଗଲେଣି। ରୋଗୀ କେବଳ ବଇଦ ହେଇପାରେ ଏଥର ମୁଁ ଯାଏଁ ଅଳକା, ଆସିବି–କଥା ହେବା। ମନଟା ଭାରି ଦବିଗଲା। –ମନଟା କିଛି ଧାତୁଟିଏ ନୁହେଁ ଯେ ନରମିଆ ହୋଇଯିବ। ଭାବନାର ସ୍ରୋତର ଲକ୍ଷ୍ୟ ମଣିଷର ମନକୁ କେତେବେଳେ ଉପରକୁ ଉଠାଏ ତ କେତେବେଳେ ତଳକୁ ଖସାଏ। ଶୀତ ହେଉଛି ତ ଗରମ ଲୁଗା ଆଣ। ଗରମ ଲାଗୁଛି ତ ଚନ୍ଦନ କି ଇଉଡିକଲନ୍ ଲଗାଅ। ଦେହ ସେମିତି ଗୋଟାଏ। –ଠିକ୍। ମନଟି ବି ସେମିତି ଗୋଟିଏ। ଦେହ ପରି ମନ ମଧ୍ୟ ଉପଚାର ଖୋଜେ। –ଏଇ ଆଜିର ଦିନକୁ–ଆଜିର ଦିନର ଏଇ ମୁହୂର୍ତ୍ତଟିକୁ–ଆଉ ଏହି ନିତ୍ୟ ବର୍ତ୍ତମାନ ମୁହୂର୍ତ୍ତଟିକୁ ପୂଜା କରାଯାଉ। କାଲି କଥା କାଲି ବୁଝାଯିବ। ତରୁଣୀ ଦୁଇଟି ପରସ୍ପରକୁ ଚାହିଁଥିଲେ। ଆଧୁନିକତାର ନୂଆ ବାଟୋଇ ଦିଓଟି ବର୍ତ୍ତମାନର ମୂଲ୍ୟବୋଧର ଅଟକଳ ନେବାରେ ଭାରସାମ୍ୟ ହରାଉଥିଲେ। ସଂସାରର ଚକ ଗଡ଼ି ଚାଲୁଥିଲା–ଆଗକୁ–ଆଗକୁ। ସେଇ ଚକର ମାଡ଼ରେ କେତେ କୀଟପତଙ୍ଗ ଲୋପ ପାଉଥିଲେ। ପୁଣି କେତେ ବଞ୍ଚିଯାଇ ଆସନ୍ତା ଦୁର୍ଘଟଣାକୁ ଅପେକ୍ଷା ରଖୁଥିଲେ। ଇଏ ହେଉଛି ସଂସାର। ଘଟଣା ଘଟୁ ନ ଥିବା ଜୀବନ ଭାରି ନୀରସ। ସହରରେ ବହୁତ ଘଟଣା ଘଟେ–ସେଥିପାଇଁ ସହର ପାଇଁ ସବୁବେଳେ ଆକର୍ଷଣ। ରହିବା ଅସୁବିଧା ହେଲା। ଚଳିବା ଅସୁବିଧା ହେଲା। ରାସ୍ତାରେ ଦୁର୍ଘଟଣା ଘଟିଲା। ହାଣ କାଟ ହେଲା–ଭାବିଲେ ଦେହ ଥରି ଉଠେ। ଦେଖିଲେ ମନ ଭିତରଟା ହାହାକାର କରେ। ହେଲେ ମଧ୍ୟ ସେତିକି ହେଲା ତାହାର ଆକର୍ଷଣର ଚୁମ୍ବକ। ବହୁତ ଘଟଣା ଘଟିଲେ ଦୁର୍ଘଟଣା ମଧ୍ୟ ଘଟିବ। ଏଥିରେ ଆଶ୍ଚର୍ଯ୍ୟର କଥା କ'ଣ ଅଛି-? ଯେଉଁମାନଙ୍କର ଜୀବନ ଅତି ସରଳ ଆଉ ଗତିପଥ ଅତି ଧୀର–ସେମାନେ ହେଲେ ଦେଖଣାହାରୀ। ତାଙ୍କ ଜୀବନରେ କିଛି ନ ଥାଏ ଜନ୍ମରୁ ମରଣର ଫାଟକକୁ ଚାହିଁଥାନ୍ତି–ଏକ ଲୟରେ। ସେହିମାନେ ହେଲେ ଏହି ସଂସାରର ବଡ଼ କୁହାଳିଆ। –ହେଇରେ।... ସାବଧାନ... ମରିଯିବୁ ଯେ। ସେମିତି ଉତ୍ପାତିଆ କ'ଣ ହେଉଛୁ? ପୁଲିସ୍ ମଧ୍ୟ ରାସ୍ତାରେ ନୋଟିସ ମାଳ ମାଳ ଟାଙ୍ଗିଥାଏ–ଆମେ ତୁମକୁ ଭଲପାଉ; କିନ୍ତୁ ତମର ବେଗକୁ ସୁଖ ପାଉନାହିଁ–ସହି ସମ୍ଭାଳି ଗାଡ଼ି ଚଳାଅ–ନଇଲେ ଦେଖିବ ଯେଉଁ ଜୀବନଟିକୁ ଆଦର କରୁଛ ସେ ହାତଛଡ଼ା ହେଇ ଯାଉଛି। ଯେତେ ପ୍ରକାରରେ ଯିଏ ଯାହା କହିଲେ ମଧ୍ୟ ଅନେକ ଲୋକ ବେଗଗାମୀ ଗତିଶୀଳ ଜୀବନରେ କେବଳ ବଞ୍ଚି ପାରନ୍ତି। ନିରସ, ଆବେଗହୀନ, ଗତିହୀନ, ଧୀରମନ୍ଥର ଜୀବନ ସେମାନଙ୍କୁ ବିଷପରି ଲାଗେ। ଏଇ ଅଳକାରାଣୀ ଓ ନକ୍ଷତ୍ରମାଳୀଙ୍କପରି ସ୍ତ୍ରୀ ଯେମିତି ଅଛନ୍ତି ସେମିତି ଅସଂଖ୍ୟ ପୁରୁଷ ଅଛନ୍ତି। ସେମାନଙ୍କୁ ଭୀରୁ ଅମଲା ମନର ଲୋକ ଭୋପା, ବାହାପିଆ, ହାଉଡ଼ା, ହୁଣ୍ଡା ଇତ୍ୟାଦି ଯେତେ ପ୍ରକାରର ସମ୍ବୋଧନ ଜଣାଇଲେ ମଧ୍ୟ ସେଇ ଯେଉଁ କେତୋଟି ଲୋକ ଜୀବନକୁ କ୍ଷଣିକର–ଦିନକର–ଓ ମୁହୂର୍ତ୍ତର ମାଦକତାରେ